ଯେଉଁ ଦିଗକୁ ଯାତ୍ରା କଲେବି ଭୟ ନଥିବ। ଅପ୍ରସ୍ତୁତ ହବାକୁ ନଥିବ। ଠକିଯିବାକୁ ବାଟ ନଥିବ, ସବୁଆଡ଼େ ମୁଖରିତ ହୋଇ ଉଠୁଥିବ ସେଇ ଗୋଟିଏ ବାଣୀ ''ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟଃ। '' ଅନେକ ଦିନ ଧରି ଲୋକଟିର କୌଣସି ଖୋଜ ଖବର ନ ଥିଲା। ସମ୍ଭବତଃ ସେ ଅଜ୍ଞାତବାସ ବା ସେପରି ଅନ୍ୟ କିଛି ବ୍ରତ ଉପାସନା ବା ଯୋଗ ସାଧନାରେ ବୁଡ଼ି ରହିଥିଲା। ସମ୍ବାଦପତ୍ରର ବଡ଼ ବଡ଼ ଶୀରୋନାମାଠାରୁ ଆରମ୍ଭ କରି ସହରରେ ବଣ୍ଟା ଯାଉଥିବା ପ୍ରତିକ୍ରିୟାଶୀଳ ଗୋଷ୍ଠୀର 'ହାଣ୍ତବିଲ୍' ପର୍ଯ୍ୟନ୍ତ କୌଣସିଟିରେ ଭୁଲରେ ବି ତା'ର ଚିହ୍ନ-ବର୍ଣ୍ଣ ନଥିଲା। ତା'ର ଜଣାଶୁଣା ବନ୍ଧୁ ମହଲରେ ଯଦିଓ କଥାଟା ବେଶ୍ ସରଗରମ ଆକାର ଧାରଣ କରିଥିଲା; ଛକ ରାସ୍ତାମାନଙ୍କରେ, ବୁକ୍ଷ୍ଟଲରେ, ସମ୍ବାଦ ପରିବେଷଣ କେନ୍ଦ୍ରରେ ଲୋକେ ପୂର୍ବଦିନମାନଙ୍କ ପରି ଅଧିକ ସଂଖ୍ୟାରେ ଜମାହୋଇ ଆଲୋଚନା, ସମାଲୋଚନା ଓ ତର୍କବିତର୍କ କରୁନଥିଲେ। ଅନେକଙ୍କର ବିଶ୍ୱାସରେ ଏକ ଆମୂଳଚୂଳ ପରିବର୍ତ୍ତନ ହୋଇଯାଇଥିଲା। ସେମାନେ ଧରି ନେଇଥିଲେ ଯେ ଲୋକଟି ବିରକ୍ତିରେ ହେଉ ବା ବିତୃଷ୍ଣାରେ ହେଉ ପ୍ରତିଟି କଥା ଉପରେ ଆଉ ଗୁରୁତ୍ୱ ଆରୋପ କରୁନାହିଁ। ମଣିଷକୁ ଖୋଳି ତାଡ଼ି ପ୍ରଶ୍ନ କରି କରି ସେ ନୟାନ୍ତ ହୋଇଯାଉଛି। ହଟଚମକ ଦେଖି ଦେଖି, ଦୁଃଖଦ ଯନ୍ତ୍ରଣାକୁ ଗର୍ଭସ୍ଥକରି, ନିର୍ଲିପ୍ତ ଷଣ୍ଢଟି ପରି ଚାରିକାତ ଲମ୍ବାଇ ଜୁଳୁଜୁଳୁ ଆଖିରେ ଶୋଇ ଦୃଶ୍ୟ ଦେଖିବା ବ୍ୟତୀତ କ'ଣ ବା' ଆଉ ସେ କରିପାରିଥାନ୍ତା। ଲୋକମତ ଉପରେ ଜୋରଦେବା ବିଜ୍ଞତାର ପରିଚୟ ନୁହେଁ। ଜନତା ଜନାର୍ଦ୍ଦନ ଏକ ଶାନ୍ତ ସୁଧୀର ମେଷପଲ୍ଲ। ଟିକିଏ ବୁଦ୍ଧି ଖଟାଇ ପାରିଲେ ଯେ କେହି ସେମାନଙ୍କୁ ନିଜର କରିପାରେ। ପ୍ରତିପତ୍ତି, କ୍ଷମତା, ଅର୍ଥ ଯଶସମ୍ମାନ-ପ୍ରତ୍ୟେକଟି ଜନତା ଜନାର୍ଦ୍ଦନ ପାଇଁ ଏକ ଏକ ଆକର୍ଷଣ। ଆଜି ଯାହାକୁ ବିନା ଦ୍ୱିଧାରେ ନିସଂକୋଚରେ ମୁଣ୍ଡରେ ବସାଇ ବୁଲାଯାଇପାରେ, ସମ୍ବର୍ଦ୍ଧନା ସଭା, ମଣ୍ତପ ନିର୍ମାଣରେ ବଳବୟସ ଖଟାଇ ଫୁଲଚନ୍ଦନରେ ପୋତି ଦିଆଯାଇ ପାରେ, ଆବଶ୍ୟକ ପଡ଼ିଲେ ପର ମୁହୂର୍ତ୍ତରେ ତାକୁ ଗୁଳି କରାଯାଇ ପାରେ। ତା' ନାଆଁରେ ଅପବାଦର ଡେଙ୍ଗୁରା ବଜାଯାଇ ପାରେ। ମୁର୍ଦାବାଦ ଧ୍ୱନିରେ ଗଗନ ପବନ ମୁଖରିତ ହୋଇପାରେ। ଲୋକଟି ତା'ର ଜ୍ଞାନହେଲା ଦିନୁ ବୁଝିଛି, 'ତତ୍ତ୍ୱ' କ'ଣ ସେମାନେ ବୁଝନ୍ତିନି। ଭଲ ଭେଳର ବିଚାର ସେମାନେ କରି ପାରିନ୍ତିନି। ନିଜକୁ ସୁହାଇଲା ପରି, ନିଜ ସୀମିତ ସ୍ୱାର୍ଥରେ ବାଧା ନପଡ଼ିଲା ପରି ଯେ କୌଣସି କାମକୁ ଜନତା ତାରିଫ କରିଥାଏ ତାଳିମାଡ଼ ଦେଇଥାଏ। ହଇହଲ୍ଲା କରିଥାଏ। ଲୋକଟି ସେମାନଙ୍କ କଥାପ୍ରତି ଆଦୌ କର୍ଣ୍ଣପାତ କରିନାହିଁ। ସେମାନଙ୍କ ନିନ୍ଦା ବା ପ୍ରଶଂସାରେ ବିଚଳିତ ହୋଇ ନାହିଁ। ସେ ଜାଣେ, ବିନା ସ୍ୱାର୍ଥରେ ଅନ୍ୟକୁ ତାରିଫ କରିବା, ପରମଣିଷକୁ ନେଇ ଗର୍ବ କରିବା ଲୋକ ଖୁବ୍ କମ୍ ଏ ପୃଥିବୀରେ। ସ୍ୱାର୍ଥସିଦ୍ଧି ପାଇଁ ଯାବତୀୟ କୂଟନୀତି। ଷଣ୍ଢ ଲଢ଼େଇ। ଆତସବାଜି। ଈର୍ଷାରେ ଜଳିଯାଉଥିବା ଲୋକେ ତା' ଉପରେ ଲଘୁ ମନ୍ତବ୍ୟ ଦେଇ ତା' ପଛରେ କଥାହୁଅନ୍ତି। ''ଏମିତି କି ଗୋଟେ ମଣିଷ ଯେ! ତା' କଥା ଉପରେ ଏତେ ଜୋର୍ ଦିଆଯାଉଛି। ସତେ ଯେମିତି ତା' ବିନା ପୃଥିବୀ ଅଚଳ ହୋଇଯିବ। ଜୀବନ ମୂଲ୍ୟହୀନ ହୋଇପଡ଼ିବ। '' ଲୋକଟି ସବୁ ଶୁଣିବାକୁ ପାଏ। ତା' ଆଗରେ ତା'ର ପ୍ରଶଂସା କରି ତା' ପଛରେ ହୀନଚକ୍ରାନ୍ତ କରିବାରେ ଯେଉଁମାନେ ଧୁରନ୍ଧର-ଯେଉଁମାନେ ପ୍ରେମ କ'ଣ ବୁଝନ୍ତିନି; ପର ମଣିଷକୁ ଆପଣାର କରିବାର ଚେଷ୍ଟା କରନ୍ତିନି; ମଣିଷର ସୁଖ ଦୁଃଖରେ ସାଥୀ ହୁଅନ୍ତିନି,